ବିଚାରପତି ମହାଜନ କହିଲେ, ମୋଟର ବୋଟ ଟି ଆଜି ବଡ଼ ଡେରି କରିଛି? ରଘୁନାଥ କହିଲା, ସକାଳ ସାତ ଆଠ ମଝିରେ ଆସେ। ବାରଣ୍ଡାରେ କଥା ହେଉଥିଲେ ଦୁଇ ଜଣ। ମାଧବ କହିଲା, ବୋଟ କଥା ଭାବୁଚ ତ? ଫଟିକ୍ କହିଲା, ସେଇ କଥା ମୁଁ ଭାବୁଛି। ତାଙ୍କର ନିର୍ଦ୍ଧାରିତ ସମୟଠାରୁ ତିନି ଘଣ୍ଟା ବିତିଗଲାଣି। ଆସିଲା ନାହିଁ କାହିଁକି? ମାଧବ କହିଲା, କାରଣ କ'ଣ? ମୋର ବିଶ୍ୱାସ, ମୋଟର ବୋଟ ନ ଆସିବାଟା ମୋଟେ ଆକସ୍ମିକ ନୁହେଁ। ଏହା ପୂର୍ବ ପରିକଳ୍ପନା। ତେବେ ତମେ ଭାବୁଛ ଆଉ ଆସିବ ନାହିଁ? ମଥୁରାନନ୍ଦ ପଛରୁ କହିଉଠିଲେ, ନା, ଆଉ କେବେ ଆସିବ ନାହିଁ। ଆଚ୍ଛା, ଆପଣ କ'ଣ ସତରେ ଏଇଆ ଭାବୁଛନ୍ତି? ହଁ। ଆମେ ଏ ବରିକୁଦ ଦ୍ଵୀପ ଛାଡ଼ି ଆଉ ଯାଇପାରିବା ନାହିଁ। ବୁଝୁଛ? ଏଇଠାରେ ଅପେକ୍ଷା କରୁଛି ଆମର ଶେଷ। ସେଇ ତ ଶାନ୍ତି। ମଥୁରାନନ୍ଦ ବାରଣ୍ଡା ପାରହୋଇ ବଗିଚା ଦେଇ ଫାଟକ ପାରିହୋଇ ସମୁଦ୍ର ଆଡ଼କୁ ଆଗେଇଗଲେ। ତାଙ୍କୁ ଦେଖିଲେ ମନେହେଉଛି ଅନ୍ୟପ୍ରକାର। କ'ଣ ଭୟ ନା ଆତଙ୍କ ନା ଶାନ୍ତି? ବାରଣ୍ଡାର ବାଁ କଡ଼ରେ ମାଧବ ଓ ଫଟିକ୍ କଥାବାର୍ତ୍ତା ହେଉଥିଲେ। ଡାହାଣପଟରେ ଅସ୍ଥିର ଭାବରେ ପଦଚାରଣ କରୁଥିଲେ ବିଚାରପତି ମହାଜନ। ମୁହଁରେ ଚିନ୍ତାର ଛାପ। ଡାକ୍ତର ପଶିଆସିଲେ। ଠିକ୍ ଅନ୍ୟପଟୁ ପଶିଆସିଲା ପରିଚାଳକ ରଘୁନାଥ। ସାର୍! କ'ଣ? ଡାକ୍ତର ଚମକିପଡ଼ିଲେ। ଗୋଟାଏ କଥା ଥିଲା। କୁହ। ରଘୁନାଥର ମୁହଁ ବିବର୍ଣ୍ଣ। ହାତ ଦୁଇଟା ଥରିଉଠୁଛି। ନିର୍ବିକାର ଶାନ୍ତିଭାବ ମୁହଁଟିରେ ନାହିଁ। କ'ଣ ହୋଇଛି ରଘୁନାଥ, କ'ଣ ଏତେ ଭୟ କରୁଛ? ମୋ ସାଙ୍ଗରେ ଟିକିଏ ଆସିବେ ସାର୍? ଡାକ୍ତର ଓ ରଘୁନାଥ ଘର ଭିତରେ ପଶିଗଲେ। ରଘୁନାଥ କହିଲା, ଘଟଣାଟି ମୁଁ ବୁଝିପାରୁନି, ସାର୍! ଦେଖ ରଘୁନାଥ, କୌଣସି ରହସ୍ୟ ଭିତରେ ମୁଁ ନାହିଁ। ଘଟଣାଟି କୁହ। ରଘୁନାଥ ଇସ୍କାପାନ ବିବି ଆଡ଼କୁ ଦେଖାଇ କହିଲା, ସାର୍, ଏଇ ଦେଖନ୍ତୁ ଟେବୁଲ ଉପରେ ଫଟୋ ଷ୍ଟାଣ୍ଡ ଉପରେ ଦଶଟା କାର୍ଡ଼ ଥିଲା। ହଁ, ଦଶଟା କାର୍ଡ଼। ଏଇ ତ ଲେଖା ଅଛି, ଦେଖନ୍ତୁ, ଇସ୍କାପାନ ବିବି, ଆମେ ଦଶ ଜଣ ମେମ୍ ସାହେବ ବିବି। ଡାକ୍ତର ଗମ୍ଭୀର ହୋଇ କହିଲେ, କ'ଣ ହେଲା ସେଇଠୁ? ରଘୁନାଥ କହିଲା, ସାର୍, ଏ ଯେ ମାତ୍ର ଆଠଟା। ଆଉ ଦୁଇଟା ପୁଣି ଗଲା କୁଆଡ଼େ? ଡାକ୍ତର ଚୁରୁଟ ଧରାଇଲେ। ବର୍ଷା ଓ ବିନୋଦିନୀ ସମୁଦ୍ର ତୀର ଆଡ଼କୁ ଆଗେଇଗଲେ। ଥଣ୍ଡା ସୁନ୍ଦର ମନ୍ଦ ଗତିର ପବନ ବେଶ୍ ଆରାମପ୍ରଦ। ସମୁଦ୍ରର ଢେଉଗୁଡ଼ିକ ଯେପରି ଟିକିଏ ଚଞ୍ଚଳ ହୋଇଉଠିଛି। ନୀଳ ସମୁଦ୍ର ବକ୍ଷରେ ତରଙ୍ଗ ଛଡ଼ା ଛୋଟ କେଉଟ ଡଙ୍ଗାଟିଏ ମଧ୍ୟ ଦେଖାଯାଉନାହିଁ। ବର୍ଷା କହିଲା, ମୋତେ ଟିକିଏ ବୋଲି ଭଲ ଲାଗୁନାହିଁ। ମୁଁ ଚାଲିଯିବାକୁ ଚାହେଁ। ବିନୋଦିନୀ ଟିକିଏ କଠିନ ସ୍ୱରରେ କହିଲେ, କିଏ ଆଉ ରହିବାକୁ ଚାହେଁ? କାହାକୁ ଭଲ ଲାଗୁଛି? ପୁଣି ନୀରବତା। ଦୁଇ ଜଣ ସମୁଦ୍ର ବକ୍ଷରେ ଦୃଷ୍ଟି ନିବଦ୍ଧ କରିଛନ୍ତି, ମୋଟର ବୋଟ ଟି ଯଦି ଦେଖାଯାଏ। ବର୍ଷା କହିଲା, ଆଚ୍ଛା, ଆପଣ କ'ଣ ବିଶ୍ୱାସ କରନ୍ତି ଯେ ରଘୁନାଥ ତା ସ୍ତ୍ରୀ ମାଳତୀକୁ ମାରିଦେଇଛି? ହଁ, ବିଶ୍ୱାସ କରେ। ଟିକିଏ ଦେଖିଲେ ତ ବୁଝିହୁଏ ବିଶ୍ୱାସ ନ କରିବାର କୌଣସି କାରଣ ନାହିଁ ବୋଲି। ଏଇ ଧର ମାଳତୀ ଜ୍ଞାନ ହରାଇଲା, ରଘୁନାଥ ହାତରୁ ଟ୍ରେ ଖସିପଡ଼ିଲା। ସେ ଯେଉଁ ଭାବରେ କଥା କହିଲା ଏଥିରେ କୌଣସି ସ୍ ସନ୍ଦେହର ଅବକାଶ ନାହିଁ। ଦୁଇ ଜଣ ନିଶ୍ଚୟ ମହାପାପ କରିଥିଲେ। ରଘୁନାଥ ସ୍ତ୍ରୀ ମାଳତୀର ଏତେ ଆତଙ୍କ, ମୁଁ ତ ଜୀବନରେ କେଉଁଠି ଦେଖି ନାହିଁ। ପାପ କଲେ ତ ଶାସ୍ତି ମିଳିବ, ଏ ନିୟମରେ କୌଣସି ବ୍ୟତିକ୍ରମ ନାହିଁ। ସମସ୍ତଙ୍କ ନାମରେ ତ ଅଭିଯୋଗ ଥିଲା। ସେଗୁଡ଼ିକ କ'ଣ ସତ? ରଘୁନାଥ ପକ୍ଷରେ ଯଦି ସତ ତେବେ ଅନ୍ୟମାନଙ୍କ ପକ୍ଷରେ ମଧ୍ୟ ତାହା, ବିନୋଦିନୀ କହିଲେ, ମୁଁ ଜାଣିଛି ତମେ କ'ଣ କହିବାକୁ ଇଚ୍ଛା କରୁଛ। ଏଇ ଧର, ମାଧବ କଥା। ସେ ମୃତ୍ୟୁମୁଖରେ ଗୁଡ଼ାଏ ଲୋକଙ୍କୁ ପକାଇଦେଇ ଆସିଛି। ସେ ସ୍ଵୀକାର କରିଛି। ଏଇ ଧର ଜଜ୍ ସାହେବ ମହାଜନଙ୍କ ବିରୁଦ୍ଧରେ ଅଭିଯୋଗ। ଏହାର ଅର୍ଥ କିଛି ହୁଏନା। ସେ କେବଳ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଆଉ ମିଷ୍ଟର ଫଟିକ୍, ଯେ ପୋଲିସ ଗୁଇନ୍ଦା ଥିଲେ, ତାଙ୍କର ମଧ୍ୟ ସେଇ କଥା।